କଥା କଥାକେ ଜାତିରୁ ଅଟକ ଯେପରି ହିନ୍ଦୁ ସମାଜରେ ଦିନେ ଚାଲିଥିଲା, କଂଗ୍ରେସରେ ସେହିପରି କଥା କଥାକେ କଂଗ୍ରେସରୁ ବହିଷ୍କାର ଚାଲିଲା। ପ୍ରଦେଶମାନଙ୍କର କଂଗ୍ରେସ ଦଳକୁ ନ ପଚାରି ମାତ୍ର ତିନିଜଣ ଲୋକ ଭାରତର ରାଷ୍ଟ୍ରପତି ପଦ ପାଇଁ ସଞ୍ଜୀବ ରେଡ଼ିଙ୍କୁ ବାଛିଲେ। ଏପରି କେବେ ପୂର୍ବରୁ କଂଗ୍ରେସରେ ହୋଇ ନଥିଲା। ଏ ପ୍ରକାର ଆଜ୍ଞା ପତ୍ରିକାକୁ କେହି ମାନିଲେ ନାହିଁ। ସେହିପରି ପୁଣି ହୋଇଛି ମାତ୍ର ନଅଜଣ ଲୋକ ବସି ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସରୁ ବାହାର କରି ଦେଇଛନ୍ତି। ଏପରି ପୂର୍ବେ କେବେ ହୋଇନାହିଁ। ପୂର୍ବେ ବମ୍ବେର ନରିମେନ, ମଧ୍ୟପ୍ରଦେଶର ଖାରେ ଓ ବଙ୍ଗଦେଶର ସୁଭାଷବାବୁ ପ୍ରଭୃତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି; ମାତ୍ର ତାହା ବହୁବ୍ୟକ୍ତିଙ୍କ ମଧ୍ୟେ ବହୁ ଆଲୋଚନା ପରେ ହୋଇଛି। କୋଠରୀ ଭିତରେ ବସି ଆଜ୍ଞା ପତ୍ରିକା ଜାରି କରି ଭାରତ ପରି ଦେଶକୁ ଚଳାଇବାର ପ୍ରୟାସ ରାଜନୀତି କ୍ଷେତ୍ରରେ ଚରମ ଧୃଷ୍ଟତା ସିନା ଅନ୍ୟ କିଛି ନୁହେଁ। ଏହାରି ବିରୋଧ ଚାଲିଛି। ସମାଜବାଦ ଓ ପୁଞ୍ଜିବାଦର ଯେଉଁ ଧ୍ୱନି ସେ ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବେଶି ଗୁରୁତ୍ୱପୂର୍ଣ୍ଣ ହେଉଛି, ଜାତିପ୍ରଥା ଅନୁସାରେ ରାଜନୀତି ଚାଲିବ ନାଁ ଖୋଲାଖୋଲି ଭାବରେ ଆଲୋଚନା ହୋଇ ସବୁ କାର୍ଯ୍ୟ ଚାଲିବ- ଏହି ହେଉଛି ରାଜନୈତିକ ବିକାଶ ଦିଗରେ ଏକ ବିରାଟ ପ୍ରଶ୍ନ। ଆମେରିକାରେ ଜୋନ୍ସନ୍ଙ୍କୁ ରବର୍ଟ କେନେଡ଼ି ଯେତେବେଳେ ପ୍ରତିଦ୍ୱନ୍ଦ୍ୱୀ ହେଲେ, ସେତେବେଳେ କେହି କାହାରିକୁ ଡେମୋକ୍ରେଟିକ୍ ଦଳରୁ ବାହାର କରିଦେବା କଥା ଚିନ୍ତା କଲେନାହିଁ। ଆଜି ବିଲାତର ପ୍ରଧାନମନ୍ତ୍ରୀଙ୍କ ଦଳ ଭିତରେ ଯେଉଁ ଉତ୍କଟ ମତଭେଦ ଘଟିଛି, ସେଥିରେ କେହି କାହାରିକୁ ଦଳ ଭିତରୁ ବାହାର କରିଦେବା କଥା ତ କହୁନାହାନ୍ତି। ନରିମେନ, ଖାରେ ପ୍ରଭୃତିଙ୍କୁ ଦଳରୁ ତ ବାହାର କରି ଦିଆଯାଇ ନଥିଲା। କଂଗ୍ରେସ କାର୍ଯ୍ୟନିର୍ବାହିକା ସମିତି ପ୍ରଧାନମନ୍ତ୍ରୀଙ୍କୁ ପାର୍ଲାମେଣ୍ଟ କଂଗ୍ରେସ ଦଳର ଆସ୍ଥାଭାଜନ ସୂଚକ ପ୍ରସ୍ତାବ ଆଉ ଥରେ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦେବା ଯୁକ୍ତିଯୁକ୍ତ; କିନ୍ତୁ କଂଗ୍ରେସ ଦଳ ଭିତରେ ଅଧିକାଂଶ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରୁଥିବା ଜାଣିଥିବାରୁ ''ମୁଳୁ ମାଇଲେ ଯିବ ଶଳ, ଦେବଙ୍କ ସଙ୍ଗେ କିମ୍ପା ଗୋଳ'' ନୀତି ମୂଳରୁ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସରୁ ବାହାର କରିଦେଲେ। ଏ ପ୍ରକାର ''ଆଜ୍ଞା ପତ୍ରିକା ନୀତି'' ଯେ କୌଣସି ଜାଗ୍ରତ ସମାଜରେ ଚାଲିପାରିବ ନାହିଁ। ଏହାର ତୀବ୍ର ବିରୋଧ ହେଉଛି ଓ ଆହୁରି ବେଶି ହେବା ଉଚିତ। କମ୍ୟୁନିଷ୍ଟ ଦେଶ ରୁଷିଆରେ କୁଶ୍ଚେଭଙ୍କୁ ଯେତେବେଳେ ବିଦାୟ ଦିଆଗଲା ତାହା ପୂର୍ବରୁ ମାସ ମାସ ଆଲୋଚନା ଚାଲିଥିଲା। ଅଧୁନା ଚେକୋସ୍ଲୋଭାକିଆରେ ଯେଉଁ ପରିବର୍ତ୍ତନ ଘଟିଲା, ତାହା ପ୍ରାୟ ବର୍ଷକ ଆଲୋଚନା ପରେ। ଭାରତରେ ଅଜ୍ଞ ଆଦିବାସୀ ଅଛନ୍ତି ସତ ମାତ୍ର ଭାରତ ଅଜ୍ଞ ଆଦିବାସୀ ଦେଶ ନୁହେଁ। ବର୍ତ୍ତମାନ ପର୍ଯ୍ୟନ୍ତ ଏତିକି ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ କରିବାର କଥା। କି ନୀତି ବାହାରିବ ସେ ବିଷୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାନାହିଁ। ଆଗେ ଜାତିଆଣ ପ୍ରଥାରୁ ବାହାରି ଆସିଲେ ତେଣିକି ନୀତି ଓ କାର୍ଯ୍ୟକ୍ରମ ଆଲୋଚନା କରିବାର ସମୟ ଆସିବ। ବୁଧବାର ପ୍ରତ୍ୟେକ ଦେଶର ରାଜନୀତି କାଳକ୍ରମେ ଏକ ନିର୍ଦ୍ଦିଷ୍ଟ ଛାଞ୍ଚରେ ଚାଲେ। ଅବସ୍ଥା ଅନୁସାରେ ସେ ଛାଞ୍ଚର ଆଭ୍ୟନ୍ତରୀଣ ପରିବର୍ତ୍ତନ ହୋଇ ଚାଲିଥାଏ; କିନ୍ତୁ ଏପରି ସମୟ ଆସେ, ଯେତେବେଳେ ସେ ଛାଞ୍ଚକୁ ପରିବର୍ତ୍ତିତ ଅବସ୍ଥା ବରଦାସ୍ତ କରିପାରେ ନାହିଁ। ଫଳରେ ଏକ ରାଜନୈତିକ ବିଭ୍ରାଟ ଘଟେ ଓ ଛାଞ୍ଚ ବଦଳିଯାଏ। ଇଂଲଣ୍ଡରେ ଆଜିର ଗଣତନ୍ତ୍ର ଯେଉଁ ପରିବର୍ତ୍ତନ ଭିତରେ ଆସି ବର୍ତ୍ତମାନର ରୂପ